ସରକାରଙ୍କ ସଚ୍ଚୋଟ କର୍ମଚାରୀ ହୋଇ ନାଆଁ ନିଆଯାଇପାରେ; କିନ୍ତୁ ଘରର ଭଲ–ମନ୍ଦ ଦେଖି ହୁଏନା। ସେ ଚାହିଁଥିଲେ ଅନ୍ୟମାନଙ୍କ ପରି ରାଜଧାନୀରେ କୋଠା କରିପାରିଥାନ୍ତେ। ଭଲ ଘର, ଭଲ ବର ଦେଖି ଆରାମରେ ଝିଅ ବାହାକରି ପାରିଥାନ୍ତେ। ମନରେ କୌଣସି ଚିନ୍ତା ନ ଥାନ୍ତା କି ଦକ ବି ନଥାନ୍ତା, ଆଜିର ଏ ପ୍ରୋଭିଡ଼େଣ୍ଟ ଓ ଗ୍ରାଚ୍ୟୁଇଟି ତାଙ୍କ ପାଇଁ ଖରାବର୍ଷାର ଖେଳ ହୋଇ ନ ଥାନ୍ତା। ସ୍ଵାମୀଙ୍କ ମୁହଁରେ ବିଷର୍ଣ୍ଣତାର କଳାଦାଗ ଦେଖି ଆଉ ଅଧିକ ବିରକ୍ତ ହୋଇ ପାରିଲେନି ହାରାମଣି ଦେବୀ। ଖାଲି କହିଲେ–ଏବେ ତ ଆଉ ଚାକିରି ନାହିଁ ଯେ ସକାଳୁ ସଞ୍ଜଯାଏ ଫାଇଲ୍ରେ ମୁହଁଗୁଞ୍ଜି ବସିବ। ଏଥର ଟିକେ ବୁଲାବୁଲି କରି ଦେଖ। ଆମ ଝିଅ କ'ଣ କା'ର ନା ପସନ୍ଦ ହେବ? ଯେମିତି ରୂପର, ସେମିତି ଗୁଣର। କିନ୍ତୁ ଝିଅ ବିଭାଘର ପାଇଁ ଖାଲି ରୂପ, ଗୁଣ ନୁହେଁ–ତା'ଠାରୁ ବଡ଼ ଯୋଗ୍ୟତା ହେଉଛି ବାପା ମାଆଙ୍କର ଯୌତୁକ ଦେବାର ସାମର୍ଥ୍ୟ–ଏକଥା ହୁଏତ ହାରାମଣୀ ଦେବୀ ଭୁଲିଯାଇଛନ୍ତି ଭୁଲିଯାଇଥିବେ ଏଇଥି ପାଇଁ ଯେ, ତାଙ୍କ ସ୍ଵାମୀ ସଦ୍ୟ ଟ୍ରେଜେରୀରୁ ଆଣିଥିବା। ଜଣକ ନରହରିବାବୁଙ୍କୁ ଆଗେଇଯିବାକୁ ନ ଦେଇ କହିଲେ–ମୋର କହିବାର ଉଦ୍ଦେଶ୍ୟ–ଆପଣ ନିଶ୍ଚୟ ଅର୍ଥାଗମର ପନ୍ଥା ଖୋଜୁଥିବେ। ଆପଣ ମୋର ମନ କଥା କହି ପକାଉଛନ୍ତି: ଆପଣଙ୍କ ଝିଅ ଇତିଶ୍ରୀ... ହଁ ସେ ଆପଣଙ୍କ ଝିଅର ସାଙ୍ଗ ହୋଇଥିବ ଓ ମୋ' ରିଟାୟାର୍ଡ଼ କରିବା କଥା ସେ ବୋଧହୁଏ ଆପଣଙ୍କ ଝିଅକୁ କହିଥିବ; ଆଉ ଆପଣଙ୍କ ଝିଅ ଆପଣଙ୍କୁ... ତା'କଥା ଆଜ୍ଞା କୁହନ୍ତୁନି...। ନରହରିବାବୁଙ୍କର ହୃଦୟଟା ଯେମିତି ସାନଝିଅ ଇତିଶ୍ରୀ ପାଇଁ ସ୍ନେହରେ ଭରିଗଲା। ସେ ବୋଧହୁଏ ଭାବୁଥିଲେ–ଇତି ପାଇଁ ଆଜି ତାଙ୍କୁ ନୂଆ ଚାକିରି ମିଳିବ। କିନ୍ତୁ ଭଦ୍ରଲୋକଙ୍କ କଥା ଶୁଣି ସେ ଚମକି ପଡ଼ିଲେ। ଭଦ୍ରଲୋକ ଜଣକ କହିଲେ–କଥା କ'ଣ କି ଆମେ ଗୋଟିଏ ଫିଲ୍ମ କରୁଛୁ। ଇତିଶ୍ରୀକୁ ହିରୋଇନ୍ କରିବାକୁ ସ୍ଥିର କରିଛୁ। ସେ ରାଜି; କିନ୍ତୁ ଆପଣ ହଁ' ନ କହିଲେ ତ... କଥାରେ ବାଧା ଦେଇ ନରହରିବାବୁ କହିଲେ–କ'ଣ ହେଲା, ଇତି ହେବ ସିନେମାରେ ହିରୋଇନ୍? ଆଜ୍ଞା ସେଥିରେ ଭାବିବାର କ'ଣ ଅଛି। ଏମିତି ସୁଯୋଗ କେତେ ଜଣଙ୍କ ଭାଗ୍ୟରେ ଆସେ। ଆପଣମାନେ ଏମିତି ହେଲେ ଆମ କଳା, ସଂସ୍କୃତି ପଛେଇଯିବ ଆଜ୍ଞା।... ତା' ଛଡ଼ା ଆପଣ ଏବେ ବେକାର-। ମୁଣ୍ଡ ଉପରେ ଏତେ ବଡ଼ ପରିବାରର ବୋଝ। ଅନ୍ତତଃ ଇତି ଫିଲ୍ମରେ ପଶିଗଲେ ଆପଣଙ୍କୁ କିଛି ଆର୍ଥିକ ସାହାଯ୍ୟ ବି କରିପାରିବ। ନରହରିବାବୁ ଆଉ କିଛି ନ କହି କହିଲେ ମୋତେ ଭାବିବାକୁ ସମୟ ଦିଅନ୍ତୁ।... ଆପଣ ଏବେ ଯାଇ ପାରନ୍ତି। ଧୂଳି ଉଡ଼ାଇ ଭଦ୍ରବ୍ୟକ୍ତିଙ୍କ କାର୍ଟି ମୁଖ୍ୟ ରାସ୍ତାରେ ମିଶିଗଲାନି ଯେ ସତେ ଯେମିତି ନରହରିବାବୁଙ୍କ ମୁହଁକୁ ଗୁଡ଼ାଏ ଧୂଳି ଛାଟି ଦେଇ ଗଲା। କିଛି ସମୟ ପରେ ଇତିଶ୍ରୀ ଫେରିବାରୁ ନରହରିବାବୁ ପଚାରିଲେ ତୁ ସିନେମାରେ ମିଶିବାକୁ ଠିକ୍ କରିଛୁ? ହଁ। ରାଗରେ ଜଳି ଉଠିଲେ ନରହରିବାବୁ। କହିଲେ ତୁ କ'ଣ ଏ ଘରେ ନିଆଁ ଜଳେଇବାକୁ ଚାହୁଁ? ଆଉ କ'ଣ କରିଥାନ୍ତି? ଯେଉଁ ବାପାମାଆ ଠିକ୍ ସମୟରେ ଝିଅକୁ ବିବାହ ଦେଇ ପାରନ୍ତିନି, ସେମାନେ ଝିଅ ଜନ୍ମ କରନ୍ତି କାହିଁକି? ଇତି... ତମେ କ'ଣ ଭାବୁଛ ମୁଁ ମିନୁ ଅପାପରି ଘରକୋଣରେ ପଡ଼ି ରହି ବୁଢ଼ୀ ହୋଇଥା'ନ୍ତି? ତା'ଛଡ଼ା ସେ ଫିଲ୍ମର ଯିଏ ହିରୋ ତାକୁ ମୁଁ ବିଭା ହେବାକୁ